କିନ୍ତୁ ଏସବୁକୁ ଉପଭୋଗ କରିବାକୁ ଏ ଅଞ୍ଚଳରେ କେହି ଜଣେ ବି ନାହିଁ। '' ''ସେଇ ତ ହେଉଛି ନିୟତିର ବୈଚିତ୍ର୍ୟ ଆଲେସ୍କି! ଯେଉଁଠି ଉପଭୋଗକାରୀର ପ୍ରାଚୁର୍ଯ୍ୟ, ସେଠି ଉପଭୋଗ୍ୟର ଅଭାବ; ଯେଉଁଠି ଉପଭୋଗ୍ୟର ପ୍ରାଚୁର୍ଯ୍ୟ, ସେଇଠି ଉପଭୋଗକାରୀର ଅଭାବ। '' ସେତେବେଳକୁ ଆଲେସ୍କିଙ୍କର ବାମହସ୍ତ ମେରିନାର ଗଳା ବେଷ୍ଟନ କରିସାରିଥାଏ। ମେରିନାକୁ ଆହୁରି ଟିକିଏ ପାଖକୁ ଆଉଜାଇ ଆଣି ଆଲେସ୍କି କହିଲେ, ''କିନ୍ତୁ ମଟର ବାହାରର ସୌନ୍ଦର୍ଯ୍ୟ ମଟର ଭିତରର ଅପରୂପ ସୌନ୍ଦର୍ଯ୍ୟ ତୁଳନାରେ କିଛି ନୁହେଁ। '' ଏହା କହି ମେରିନାକୁ ଆହୁରି ଟିକିଏ ପାଖକୁ ଆଉଜାଇ ନେଲେ ଆଲେସ୍କି। ''ହାଁ ହାଁ,। ଆଲେସ୍କି! ତେଣେ ସାବଧାନ ହୁଅ। ମଟର ଭିତରେ ତୁମର ଯେପରି କବିତ୍ୱ ଓ ଉଚ୍ଛୃଙ୍ଖଳତା ବାହାରିଲାଣି, ଆମ ଅବସ୍ଥା ଯେପରି ସେହି ଗହ୍ୱର ଭିତରେ ପରିସମାପ୍ତି ନ ପାଏ-? '' ଟିକିଏ ଦୁଷ୍ଟାମି ଓ ମୁରବିତ୍ୱ କରି ମେରିନା କହିଲା। ''କିନ୍ତୁ, ମୁଁ। '' ''ହଁ, କହିବାକୁ ତ ଚାହଁ–ଦେଖ ମେରିନା, ମୁଁ ତୃତୀୟ ଶ୍ରେଣୀର ଚାଳକ ନୁହେଁ। ଏକ୍ସିଡ଼େଣ୍ଟ ମୋ ପକ୍ଷରେ ସ୍ୱପ୍ନ–ଏଇୟା ନା ଆଉ କିଛି? ''ତୁମେ ତ ବେଶ୍ ମୋ ମନକଥା ଜାଣିପାରୁଛ ମେରିନା! '' ''ତା ହୋଇ ନଥିଲେ କୃତ୍ରିମ ଉପଗ୍ରହରେ ଯିବାପାଇଁ ମୁଁ କଅଣ ହଜାର ହଜାର ମାଇଲ ଦୂରରୁ ଏଠାକୁ ଦୌଡ଼ି ଆସିଥାନ୍ତି। '' ''ହୁଁ'' ମାରି ଆଲେସ୍କି ମେରିନାର ବାମପାଖ କାନ୍ଧକୁ ଈଷତ୍ ଚାପିଦେଲେ ଓ ଆହୁରି ଟିକିଏ ନିଜ ଆଡ଼କୁ ଆଉଜାଇ ନେଲେ। ''ଆଉ ଅଳ୍ପ ସମୟପରେ ଆମେ ଏହି ରାସ୍ତାର ଶେଷ ମୁଣ୍ଡରେ ପହଞ୍ଚିଯିବା ମେରିନା! ସେଠାରୁ ଏହି ପର୍ବତଶ୍ରେଣୀର ଯେଉଁ ସୌନ୍ଦର୍ଯ୍ୟ ଦେଖିବା, ତାହା ଭାଷାରେ ବର୍ଣ୍ଣନା କରି ହେବନି। '' ଏହିଭଳି କହୁଁ କହୁଁ ମଟର ଆସି ଯଥାସ୍ଥାନରେ ପହଞ୍ଚିଗଲା। ମଟରକୁ ବନ୍ଦ କରି ଦୁଇ ପାଖରୁ ବାହାରି ପଡ଼ିଲେ ଦୁଇଜଣ। ମଟର ଭିତରୁ ବାହାରି ପଡ଼ି ମେରିନା ଚିତ୍କାର କରି ଉଠିଲା, ''ଏଠାରେ କି ଭୀଷଣ ଶୀତ ହେଉଛି ଆଲେସ୍କି! ମୋ ରକ୍ତ ଯେପରି ପାଣି ପାଲଟିଯାଉଛି ଏହି ଶୀତରେ। '' ମଟର ଭିତରୁ ଫର୍କୋଟ୍ଟା ଆଣି ମେରିନାକୁ ପିନ୍ଧାଇ ଦେଉଁ ଦେଉଁ ତା ଗଳା ଚାରି ପାଖରେ ହାତ ଦୁଇଟିକୁ ବେଢ଼ାଇ ତା ଉପରକୁ ଟିକିଏ ଝୁଙ୍କିପଡ଼ି ମୁହଁ ସହିତ ମୁହଁ ଲଗାଇ କହିଲେ, ''ଏଠାକାର ଶୀତ କଥା ପରା ତୁମେ ଧାରଣା କରି ପାରୁନଥିଲ ମେରିନା! ଏଥର ତୁମେ ଅନୁଭବ କର ନିଜେ। '' ଗଳାଦେଇ ନିଜ କାନ୍ଧ ଉପରୁ ଅସ୍ୱାଭାବିକ ଭାବରେ ଛାତି ଉପରକୁ ଝୁଲି ଆସିଥିବା ଆଲେସ୍କିଙ୍କର ହାତ ଦୁଇଟି ସହିତ ନିଜ ହାତକୁ ଛନ୍ଦି ହଲାଉଁ ହଲାଉଁ ମେରିନା ଟିକିଏ ଗେହ୍ଲେଇହୋଇ ଆଲେସ୍କିଙ୍କର କପୋଳ ସହିତ ନିଜର ଲୋଭନୀୟ ଅରୁଣ ରକ୍ତିମ କପୋଳକୁ ଘଷି କହିଲା, ''କିନ୍ତୁ ଏହି ସ୍ଥାନଠାରୁ ଆହୁରି ଉଚ୍ଚରେ ପ୍ରତିଷ୍ଠିତ ହୋଇ ମଧ୍ୟ ମାନମନ୍ଦିରର ଉତ୍ତାପ କାହିଁକି ଏତେ କମ୍ ନୁହେଁ ଆଲେସ୍କି? '' ''ତାହା ପରା ଆମ ବିଜ୍ଞାନର ଆଉ ଏକ କୃତିତ୍ୱ। ପରମାଣୁଶକ୍ତି ଦ୍ୱାରା ଛୋଟ ଛୋଟ ସହରର ଜଳବାୟୁକୁ କିପରି ନିୟନ୍ତ୍ରଣ କରାଯାଇପାରିବ, ତାହା ତା'ର ଜ୍ୱଳନ୍ତ ନିଦର୍ଶନ। ଲେନିନ୍ ମାନମନ୍ଦିର ଓ ତା'ର ନିକଟବର୍ତ୍ତୀ ସହରର ଜଳବାୟୁକୁ ପୂରାପୂରି ନିୟନ୍ତ୍ରଣ କରାଯାଇଥିବାରୁ ସେଠାରେ ଶୀତର ପ୍ରକୋପ ଆସିବ କୁଆଡ଼ୁ? '' ''ଗ୍ଳାସିୟାର୍ ଏଠାରୁ କେତେଦୂର ହେବ ଆଲେସ୍କି? ''ବେଶୀ ବାଟ ନୁହେଁ। ସେହି ମୋଡ଼ର ଆରପାଖକୁ ଘୂରି